ହସି ହସି ଚାଲିଗଲା ସିଏ ରନ୍ଧା ଘରକୁ। ବୃଦ୍ଧ ଦୁହେଁ ଚେୟାରରୁ ଉଠି ଆସି କୁଣ୍ଢାଇ ପକାଇଲେ ଦିବ୍ୟେନ୍ଦୁଙ୍କୁ। ହସି ହସି କହିଲେ ହଇଏ ସମୁଦି, ତୁମେ ଏପରି ଜଣେ? ଆମ ଛାତିର ରକ୍ତ ଶୁଖାଇ ସାରିଲଣି। ଆଖିରେ କପଟ ବିସ୍ମୟ ଭରି ଚାହିଁଲେ ଦିବ୍ୟେନ୍ଦୁ ମହାପାତ୍ରଙ୍କ ମୁହଁକୁ। କହିଲେ କି ଆଶ୍ଚର୍ଯ୍ୟ, ତୁମ ଦେହରେ ଏପର୍ଯ୍ୟନ୍ତ ରକ୍ତ ଆହୁରି ଅଛି ସମୁଦି? କନକନାରାୟଣ ମୁହଁ ଶୁଖାଇ କହିଲେ ଅଛି ସମୁଦି, ଅଛି ଟୋପେ ଦୁଇଟୋପା ପାଣିଚିଆ ରକ୍ତ ଏବେ ବି ଅଛି। ନ ହେଲେ ବଞ୍ଚନ୍ତୁ କିପରି। ଯାହାହେଉ, ତୁମେ କିନ୍ତୁ ଖୁବ୍ ପ୍ରାଣବନ୍ତ ପୁରୁଷ ମିଶ୍ରେ। ତୁମ ବୟସରେ ତୁମରି ପରି ପୁରୁଷ ଆଉ ଗୋଟିଏ ମୁଁ ଦେଖିଲିନି। ତୁମକୁ ଦେଖିଲେ ମନ ମୋର ପରିପୂର୍ଣ୍ଣ ହୋଇ ଉଠେ। ଚୁପ୍ କରିଗଲେ କନକନାରାୟଣ। ମନେ ମନେ କହିହେଲେ 'ଧୀର ପାଣି ପଥର କାଟେ'। ବେଗବତୀ ପାଣିଧାରା ମାଟି ଟିକିଏ ବି ଧୋଇ ନେବାର କ୍ଷମତା ରଖେନି। ସୁସ୍ଥ ଆଉ ସଂଯତ ଜୀବନର ନାରୀ ବା ପୁରୁଷକୁ ମହାକାଳ ବି ଡରେ। ସେ ପାରେନି ସେଇମାନଙ୍କ ଉପରେ ତା'ର ପ୍ରଭାବ ବିସ୍ତାରିବାକୁ। ତାକୁ ଅପେକ୍ଷା କରିବାକୁ ପଡ଼େ ଦୀର୍ଘଦିନ ଧରି। ଦିବ୍ୟେନ୍ଦୁ ହେଲେ ସେହି କଥାର ପ୍ରତ୍ୟକ୍ଷ ପ୍ରମାଣ। ତାଙ୍କର ବଳିଷ୍ଠ ଆଉ ଦୀର୍ଘ ଦେହକୁ ମୁଗ୍ଧ ଆଖିରେ ଚାହିଁ ରହିଲେ କନକନାରାୟଣ। କଥା ବାଆଁରେଇ ଦିବ୍ୟେନ୍ଦୁ ପଚାରିଲେ କାଲି କେତେବେଳେ ସବୁ ଯାଉଛନ୍ତି ଆମ ଘରକୁ। ମହାପାତ୍ରେ କହିଲେ କାଲି ସନ୍ଧ୍ୟା ଛଅଟା ବେଳେ ଆମେ ସମସ୍ତେ ଯିବୁ ଆପଣଙ୍କ ଘରକୁ। ପରଦିନ ଆମେ ଚାଲିଯିବୁ ସମୁଦି। ଆପଣମାନଙ୍କ ପାଇଁ ମନ ଏକା ବଡ଼ ଖରାପ ହେବ। ଆଉ ଏ ହେଲା, ମାନେ କହୁଥିଲି କି ଏଇ ଆମ ମୌସୁମୀ, କିପରି ଘରକରଣା କରୁଛି, ଆପଣମାନେ ଖୁସି ଅଛନ୍ତି ତ? ଥଙ୍ଗେଇ, ଥଙ୍ଗେଇ ଏତିକି ପଚାରି ଡରିଲା ଆଖିରେ ଚାହିଁ ରହିଲେ ମହାପାତ୍ରେ ମିଶ୍ରଙ୍କ ମୁହଁକୁ। କଥାରେ ଅଛି "ଝିଅ ଦେଇଥିବୁ ଯାହାକୁ, ନଇଁ ପଡ଼ିଥିବ ତାହାକୁ।" ମୌସୁମୀ ନାଁ ଶୁଣି ଉଜ୍ଜ୍ୱଳ ହୋଇ ଉଠିଲା ଦିବ୍ୟେନ୍ଦୁଙ୍କର ସ୍ନେହସିକ୍ତ ଆଖି ଦୁଇଟି। କହିଲେ ହୀରା କାହାକୁ ସହେ ସମୁଦି କାହାକୁ ପୁଣି ସହେନି। ମତେ କିନ୍ତୁ ସହିଲା। ସ୍ୱାଧୀନ ଭାରତ ଚିତ୍କାର କରୁଚି, କୋହିନୂରଟା କୁଆଡ଼େ ବ୍ରିଟିଶ ନେଇଗଲେ। ଭୁଲ, ଭୁଲ, ଦିଲ୍ଲୀରୁ ସେହି କୋହିନୂର ଆସି ମୋ ଘର ଉଜ୍ଜ୍ୱଳ କରି ରହିଲା। ଯେଉଁ ମାଆ ଘର ଉଜ୍ଜ୍ୱଳ କରେ ସେଇ ମାଆର ରୂପ ଗୁଣ ନେଇ ତ କୋହିନୂରର ସୃଷ୍ଟି। ଆଉ ଗୋଟେ କୋହିନୂର କ'ଣ ଅଲଗା? ଅଳକା ମୌସୁମୀ ନାଁ ଶୁଣିବା ବେଳଠାରୁ ଏହିଆଡ଼େ କାନ ଦେଇଥିଲେ। ଦିବ୍ୟେନ୍ଦୁଙ୍କ କଥା ଶୁଣି ମନ ତାଙ୍କର ପରିପୂର୍ଣ୍ଣ ହୋଇଗଲା। ମାଂସ ଚପ୍ ଭରା ପ୍ଲେଟ୍‌ଗୁଡ଼ାକ ଟେବୁଲ୍ ଉପରେ ସଜାଡ଼ି ଦେଇଗଲା ଭୀମ। ତିନୋଟି ସମବୟସ୍କ ବୃଦ୍ଧ ଖାଉ ଖାଉ ନାନା କଥାବାର୍ତ୍ତାରେ କିଛି ସମୟ କଟାଇ ଦେଲେ। ତା' ପରେ ଦିବ୍ୟେନ୍ଦୁ କହିଲେ ମହାପାତ୍ରଙ୍କ ଆଡ଼େ ଚାହିଁ ସମୁଦି କୋହୁଥିଲି କି ମଝିରେ ତ ଆଉ ଗୋଟିଏ ମାସ। ତୁମେ ସବୁ ରହିଗଲେ ହୁଅନ୍ତାନି? ମୋ ଝିଅର ବାହାଘର ମାଘ ମାସରେ। ତୁମେମାନେ ନ ରହିଲେ ତ ହେବନି। କ'ଣ କହୁଛ? ଚୌଧୁରୀ ଏ ବୋଧହୁଏ ତାଙ୍କ ବୋହୂମାନଙ୍କ ସହିତ ଏଥର ଚାଲିଯିବେ। ତାଙ୍କୁ ବି ଅନୁରୋଧ କରୁଛି। ସେ ବି ଏ ମାସଟା ରହିଯାଆନ୍ତୁ। ମହାପାତ୍ରେ କହିଲେ ଆପଣ ଜାଣିନାହାନ୍ତି କି? ସେ ତ ଯାଉନାହାନ୍ତି। ଏ ଘର ଛାଡ଼ି ସେ ପରା କେଉଁଆଡ଼କୁ ଯିବେନି ବୋଲି ପଣ କରିଛନ୍ତି। ହଁ, ଅଇଁଠା ହାତ ଦୁଇଟା ଯୋଡ଼ି ପାରୁ ନାହିଁ, ତଥାପି ମିନତି କରୁଛି କି ମତେ, ସେପରି ଦୟନୀୟ ଭଙ୍ଗୀରେ ଅନୁରୋଧ ଜଣାନ୍ତୁ ନାହିଁ। ତନୁ ମା'ର ବାହାଘରରେ ମୁଁ ନ ରହିବି ତ କିଏ ରହିବ? ଆହୁରି ମାସେ ଏଠାରେ ରହିବାରେ ମୋର କି ଅସୁବିଧା। ଅଳକା ମା' ଯେଉଁଠି ଥିବ ସେଇଟାହିଁ ମୋର ସ୍ୱର୍ଗ। ହେଲେ ମୋ ପୁଅଟା ମୋରି ଗୁଣ ପାଇଛି। ମୋଟେ ଚାକର ବାକର ହାତରେ ଖାଇବାକୁ ଭଲ ପାଏନି। ବିଚାରା ଖୁବ୍ ହଇରାଣ ହେଉଥିବ। ସେଇଥିପାଇଁ ଯିବା କଥା। ଆମକୁ ପରଦିନ ଛାଡ଼ି ଦିଅନ୍ତୁ, ଆମେ ଚାଲିଯାଉ। ବିବାହ ବେଳକୁ ଆମେ ସମସ୍ତେ ପୁଣି ଆସିଯିବୁ। କିଛି ଚିନ୍ତା କରନ୍ତୁ ନାହିଁ। ହଁ, ଅବଶ୍ୟ ମୋର କହିବାକୁ ନିଶ୍ଚୟ ଆପଣ ଅପେକ୍ଷା କରିବେନି, ତଥାପି କୋହୁଚି ଚୌଧୁରୀଙ୍କୁ ବେଳେ ବେଳେ ଆସି ଦେଖିଯିବାକୁ ଭୁଲିବେନି। ଦେଖନ୍ତୁ ତ କି ଏକ ଅଦ୍ଭୁତ ଖିଆଲରେ ଦୁଃଖକୁ ବରଣ କରୁଛନ୍ତି।